ତା'ପରେ ବାହ୍ମୁଣ ବାହ୍ମୁଣୀ ଫେରିଲେ, ଗାଁଟା ଶାନ୍ତ ହେଲା। ଅନ୍ତତଃ ଗୋଟାଏ ଲୋକକୁ ନିର୍ଲୋଭ ନିରହଙ୍କାରୀ ଦେଖି ଗାଁ ଲୋକଙ୍କ ଅତିରିକ୍ତ ଲାଳସା, ଲୋଭ କମିଗଲା-। ଏଗାଁରେ ଜଗେଇ ମହାନ୍ତି ଘର ସେମିତି–ଏ–ଗାଁଟାକୁ ଟେକି ଧରିଚି। ପ୍ରତିଦିନ ଜଗେଇ ମହାନ୍ତି ବହୂ ଏ ଯେ ଭାଗବତ ଘରେ ସଞ୍ଜ ଜାଳି ଦେଇଯାଏ ଖାଲି, ସେତିକିରେ ଯେ ସେ ଏ ଗାଁର ଧର୍ମକୁ ଜଗିଛି, ତା' ନୁହେଁ। ଜଗେଇ ମହାନ୍ତି ବଂଶର ଅନେକ ଗୁଣ। ପରପାଇଁ ସେ ସାରା ସମ୍ପତ୍ତି ଘର ଦ୍ୱାର ଲାଛି ଦେଇପାରେ। ଏମିତି ଲୋକ ସେ। ସୂର୍ଯ୍ୟ ବୁଡ଼ି ଯାଆନ୍ତି। ଚାରିଆଡ଼ ଅନ୍ଧାର। ଜଗେଇ ମହାନ୍ତି ବହୂ ସତେ ଯେମିତି ଧର୍ମଦୀପ ଜାଳି ଦେଇଯାଏ। ଧର୍ମ କ'ଣ ଏଇ ଦୀପ ଜଳାରେ–ଏଇ ସଞ୍ଜ ଦେବାରେ ଥାଏ? ଦିନୁଟିଏ ସଞ୍ଜ କେହି ହୁଡ଼ିଲା ତ ଜଗା ଘରେ ଅରାନ୍ଧ ଅବାଢ଼, କଳି କଜିଆ। ଦିହ ବ୍ୟସ୍ତରେବି ଜଗାବୋହୂ କୁନ୍ଥେଇ କୁନ୍ଥେଇ ସଞ୍ଜ ବଳିତା ଲଗେଇ ଦେଇଯାଏ। ଏ ଯୁଗର ଧର୍ମ ଜଗାବୋହୂକୁ ହସୁଥିବ। ଏ ଯୁଗର ଧର୍ମ ଟରଚ ନାଇଟିରେ ମିଟିମିଟି କରି ଚାହୁଁଥିବ। ସେ ଟରଚନାଇଟି ଯେତେବେଳେ ଇଚ୍ଛା ସେତେବେଳେ ଜଳେ ଯେତେବେଳେ ଇଚ୍ଛା ସେତେବେଳେ ନିଭେ। ମଣିଷର ଗୋଲାମ ସେ। ଏଇ ଗୋଲାମ ଜାତିଟା ପରି। କିନ୍ତୁ ଏ ସଞ୍ଜ ବତି ଆଉ ମଣିଷ ମନ ଘେନି ନ ଜଳନ୍ତି। ମଣିଷ ମନ କଲେ ତାକୁ ଲିଭେଇ ପାରିବ ନାହିଁ। ମଣିଷ ଯେମିତି ତା'ର ଗୋଲାମ ହେଇ ରହିଛି–ଜବରଦସ୍ତି ନୁହେଁ–ଆପେ ଆପେ। ଏତେବଡ଼ ଗାଁଟାରେ ଏଡ଼େ ଏଡ଼େ ଲୋକଟାମାନ ଥାଉ ଥାଉ ଏଇ ଗୋଟିଏ ମଣିଷ ଜଗେଇ ମହାନ୍ତି କି କେହି ଜବରଦସ୍ତ କରି ରଖି ପାରନ୍ତା? ଜଗେଇ। ମହାନ୍ତି ବଳେ ବଳେ ଆପଣାଛାଏଁ ତା'ର ଗୋଲାମ ହେଇଯାଇଚି। ଏ ଦୀପ ସେଇ ଖୁସି ଖୁସିକା ଗୋଲାମ ହେବାର କରାରନାମା। ନିଧିଆ ବୋଉ କହେ–ପୁରୁଣାକୁ ଧରି ରଖିବାର ଗୋଟେ ମୋହ ଥାଏ। ପୁରୁଣା ଉପରେ ମମତା କରି ମଣିଷର ମନ ରହଣିଆ ଗନ୍ଧ ଧରି ଆସେ। ଏଟାବି କ'ଣ ସେମିତି? ଦୁଃଖୀଦାଶ କହେ–ପୁରୁଣା ଦଦରାକୁ ଭାଙ୍ଗି ଦବାକୁ ହବ। କିନ୍ତୁ ଏ ସଞ୍ଜ ଯେ ନିତି ନିତି ନୂଆ ବଳିତାରେ ଲାଗୁଚି–ତଥାପି କ'ଣ ପୁରୁଣା? ତଥାପି ସଞ୍ଜ ଦିଆକୁ ଭାଙ୍ଗି ଦେବାପାଇଁ ପଡ଼ିବ-? ଏ ଗାଁର ପାଠପଢ଼ୁଆ ବାବୁମାନଙ୍କ ଘରେ ସଞ୍ଜ ବତି ତ ପଡ଼ୁ ନାହିଁ ଆଉ। ସମସ୍ତଙ୍କ ଘରୁ ଏବେ ସଞ୍ଜ ବୁଡ଼ିଲେ ଶଙ୍ଖ ହୁଳହୁଳି ଶୁଭେ ନାହିଁ ଆଉ। ସେମାନେ କ'ଣ ଏଟାକୁ ପୁରୁଣା ବୋଲି, ଦଦରା ବୋଲି ଭାଙ୍ଗି ଦେଇଚନ୍ତି? ଧନୀ ମାଷ୍ଟର କହେ–ଚିତାକାଟିଲେ, ମାଳା ପିନ୍ଧିଲେ, କ'ଣ ଧର୍ମ ହୁଏ? ଖାଲି ପୂର୍ବରୁ ଅଛି ବୋଲି ପଞ୍ଚକ ପାଳିଲେ, ଏକାଦଶୀ କଲେ କ'ଣ ଭଗବାନ୍ ମିଳନ୍ତି? ସେମିତି ସଞ୍ଜ ଦେଲେ କ'ଣ ଧର୍ମ ରହେ? କହିବା କଥା। ରସିକବାବୁ ଘର ସେ ବୁଢ଼ୀମା ଏକା କହୁଥିଲା–''ନିଷ୍ଠା–ନିଷ୍ଠା–ଏ କଥା ତୁ ନିଦାନ ଜାଣିଥା–ଏଇ ନିଷ୍ଠାରେ ହରି ପ୍ରାପ୍ତ ହୁଅନ୍ତି। '' ବୁଢ଼ୀ ମରିଗଲାଣି। ନିଷ୍ଠାରେ ରହି ରହି ବୁଢ଼ୀ ଅନେକ ଦିନ ବଞ୍ଚିଲା–ଜୀବନଟାକୁ କଲବଲ କଲା ଖାଲି। ପୁଅ ନାତି କେହି ପଚାରନ୍ତି ନାହିଁ। ପୁଅ ହାକିମ। ସେ ତା' ପିଲାମାଇପ ନେଇ କୁଆଡ଼େ ଥାଏ। ବୁଢ଼ୀକି ସେ ନିଅନ୍ତି ନାହିଁ କି ବୁଢ଼ୀ ଯାଏଁ ନାହିଁ ସେଠିକି। ବୁଢ଼ୀ ଗଲେ ତାଙ୍କୁ ଅଡ଼ୁଆ, ବୁଢ଼ୀକିବି ଅଡ଼ୁଆ। ବୁଢ଼ୀ